' 'କଣ କରିବ? ' 'ସବୁ ଦିନକୁ ମନେରଖିବି। ' 'ଭୁଲିଯିବ! ତରୁଣୀର କଣ୍ଠରେ କେତେ କାରୁଣ୍ୟ! 'ଭୁଲି ହେବନି'। ପାରିକୁଦ ଭିତରେ ତୁମେବି ମନେପଡ଼ିବ। 'କାହିଁକି? ' 'ତୁମରି ଭିତରେ ପାରିକୁଦକୁ ମୁଁ ଆବିଷ୍କାର କରିଛି। ' ସେ ଦୁହିଙ୍କ ସାମନାରେ କରି ସାନ ଅଁଳାର ସେଇ ବଡ଼ ଝିଅଟି ଚାଲି ଯାଉଥିଲା। ତାକୁ ପଛକୁ କରି ଡାକି, ଶୁଣାଇଲା ପରି କହିଲା, 'ସେ ମୋ ନାଁ କହିବ। ହେଲାତ? ମୁଁ ଏଥର ଯାଏଁ। ' ସେଇ ଝିଅଟି ଚାଲିଗଲା। 'ସାନ ଅଁଳା'ର ବଡ଼ ଝିଅଟିକି ଅପେକ୍ଷା କରିନାହିଁ। ଚିଲିକା ପଟେ ସେ ମୁହାଁଇଛି। 'ପାତ୍ର ବାବୁ ନମସ୍କାର! ' ବୀରେନ୍ଦ୍ର କାନୁନ୍ଗୋ କାନ୍ଧରେ ବନ୍ଧୁକ ପକାଇ ଆସିଛନ୍ତି। ହୁଏତ ନିଦଟା ଆଜି ଖୁବ୍ ଚଞ୍ଚଳ ଭାଙ୍ଗି ଯାଇଛି। 'କଣ ହେଲା? ' କାନୁନ୍ଗୋ ବାବୁ ଆକ୍ଷେପ କରି କହୁଛନ୍ତି। 'କେଉଁ କଥା? ' ଅଶୋକ ପାତ୍ର ଆଶ୍ଚର୍ଯ୍ୟ ହୋଇ ପଚାରିଲେ। 'କିଛି କହିବା, କିଛି ଶୁଣିବା। ପୁଣି ଏଇ ବିଦାୟୀ ଲଗ୍ନରେ ମନେରଖିଲା ପରି କିଛି କରିଯିବ। ବୁଝିଲେ ନାହିଁ? ମୁଁ ସେଇ ଝିଅଟି ସମ୍ବନ୍ଧରେ ପଚାରୁଥିଲି! ' 'ଆପଣ ସେ ଝିଅକୁ ଚିହ୍ନିଛନ୍ତି? ' 'ଆବଶ୍ୟକ ପଡ଼ିନାହିଁ। ' କାନୁନ୍ଗୋ ବାବୁଙ୍କ କଣ୍ଠ ଭାବ ବ୍ୟଞ୍ଜଳ ହୋଇ ଉଠିଛି। ଗୋଟିଏ ତରୁଣୀ ଝିଅ ସଙ୍ଗରେ ଅଶୋକ ପାତ୍ର ପରି ସୌନ୍ଦର୍ଯ୍ୟଗ୍ରାହୀ ତରୁଣର ସକାଳୁ, ସକାଳୁ ଆଉ କି କାମ ଥାଇପାରେ? ସେ ସନ୍ଦେହୀ ହୋଇ ଉଠିଛନ୍ତି। 'ସମସ୍ତେ ସମସ୍ତଙ୍କର ଆବଶ୍ୟକ ଆଉ ଅନାବଶ୍ୟକ ଉଭୟ। ଆବଶ୍ୟକତା ଉପଲବ୍ଧି କଲେ ଅନାବଶ୍ୟକ ଲୋକ ହଠାତ୍ ଅପରିହାର୍ଯ୍ୟ ହୋଇପଡ଼େ। ଏଇ ପାରିକୁଦରେ ଏତେଦିନ ରହି ବି ଆପଣ ଏହାର ନୈସର୍ଗିକ ପ୍ରକୃତିକୁ ଆପଣାର କରିପାରିଲେ ନାହିଁ। ଏତେ ସୁନ୍ଦର ଲୋକଙ୍କ ଗହନରେ ଥାଉଁ ଥାଉଁ, ନିଜକୁ ନିଃସଙ୍ଗ, ନିଃସହାୟ ମନେକଲେ। କିନ୍ତୁ ମୋର ଶେଷ ଅନୁରୋଧ କାନୁନ୍ଗୋ ବାବୁ, ଏଇ ଝିଅଟିକୁ ଭୁଲ ବୁଝିବେ ନାହିଁ। ତାକୁ ଚିହ୍ନିବାକୁ ଚେଷ୍ଟା କରିବେ। ଚିହ୍ନିଲା ପରେ ଆପଣଙ୍କୁ ପାରିକୁଦ ସୁନ୍ଦର ଲାଗିବ। ପାରିକୁଦର ଲୋକବାଳ ବି ଚମତ୍କାର ମନେହେବେ। ଦୁଇଦିନର ରହଣି ଭିତରେ ଆପଣଙ୍କ ଆତିଥ୍ୟ ଓ ସୌଜନ୍ୟତା ମୋତେ ମୁଗ୍ଧ କରିଛି। ମୋର ଏହି ଶେଷ ଅନୁରୋଧକୁ ବିନା ପରୀକ୍ଷାରେ ପ୍ରତ୍ୟାଖାନ କରିଦେବେ ନାହିଁ। ' ବୀରେନ୍ଦ୍ର କାନୁନ୍ଗୋ ସେହି ତରୁଣୀର ଫେରିଯାଇଥିବା ରାସ୍ତାକୁ କିଛିକ୍ଷଣ ପାଇଁ ଚାହିଁଲେ। ତାଙ୍କର ବିସ୍ମୟଭରା ଢଳଢ଼ଳ ଡୋଳା ଦୁଇଟି ସତେ ଅବା ତାର ଅନୁଗମନ କରୁଥିଲା। ସେ ଅଶୋକ ପାତ୍ରର କୌଣସି କଥାରେ ପ୍ରତିବାଦ କଲେ ନାହିଁ। ମାୟାଧର ବାବୁଙ୍କ ସଙ୍ଗରେ କେଇଜଣ ଗ୍ରାମବାସୀ ମଧ୍ୟ ଆସିଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କ ସାଙ୍ଗରେ ପ୍ରଥମ ଦିନ ସନ୍ଧ୍ୟାରେ ଦେଖା ହୋଇଥିଲା। ସେମାନେ ରାତିଅଧ ପର୍ଯ୍ୟନ୍ତ ସେଦିନ ବିଭିନ୍ନ ଆଲୋଚନାରେ ସହଯୋଗ କରିଥିଲେ। ଅଶୋକ ପାତ୍ର ସେ ସମସ୍ତଙ୍କୁ ହସି ହସି ନମସ୍କାର କଲା। 'ପୁଣିଥରେ ଆସିବେ ବାବୁ! ଆସନ୍ତା ନିର୍ବାଚନ ବେଳେ ଆମରି ଗାଁକୁ ଆଉଥରେ ଆସିବେ। ' ଜଣେ କିଏ ଅନୁରୋଧ କଲା। ଅଶୋକ ପାତ୍ର ଉତ୍ତର ଦେଇ ନ ପାରି ସଜଳ ଆଖିରେ ସେମାନଙ୍କୁ ଅନାଇଁ ରହିଥିଲେ-। ଦୁଇଦିନ ଭିତରେ କେତେ ମମତା ଲଗାଇ ଦେଲେ ନାହିଁ! ଏମିତି ଲୋକ ଜୀବନରେ କ୍ୱଚିତ୍ ଦେଖାଯାନ୍ତି। ଆସନ୍ତା ନିର୍ବାଚନରେ ସେ କେଉଁଠି ଥିବ ତାର କିଛି ଠିକଣା ଅଛି? ସରକାରୀ ଚାକିରିଆଙ୍କ ଜୀବନରେ ସ୍ଥିରତା କାହିଁ? ତଥାପି ସେ କଥା କହି ସରଳ ପ୍ରାଣ ଗ୍ରାମବାସୀଙ୍କୁ ଆଘାତ କରିବାକୁ ଅଶୋକ ପାତ୍ର ଇଚ୍ଛା କଲାନାହିଁ। 'ଏ ବର୍ଷ ସେ ନିଶ୍ଚୟ ଆସିବେ। ' କାନୁନ୍ଗୋ ବାବୁ ଉତ୍ତର ଦେଲେ। 'ଏଇ ବର୍ଷ? ' ମାୟାଧର ବାବୁଙ୍କ ମନ ଭିତରେ ସନ୍ଦେହ ମିଶିଛି। 'ମୁଁ ତାଙ୍କୁ ନେଇ ଆସିବି। ଯେଉଁଠି ଥିଲେ ବି ଡାକି ଆଣିବି। ଖାଲି ବିବାହ ଲଗ୍ନଟା ସ୍ଥିର ହୋଇଯାଉ। ' କାନୁନ୍ଗୋ ବାବୁ ହଠାତ୍ ଯେମିତି ଗୋଟିଏ ସିଦ୍ଧାନ୍ତରେ ଉପନୀତ ହୋଇ ପଡ଼ିଛନ୍ତି। 'ବାବୁ ତମେ ପାରିକୁଦରେ ବାହା କରିବଟି? ବାଲୁଗାଁରୁ ବାଜା ଆଣିବା। ରମ୍ଭାରୁ ଗୋଟିପୁଅ ଆଣିବା। ସେ ଭାର ମୋ ଉପରେ ରହିଲା। ' ଜଣେ କିଏ ଉଚ୍ଛ୍ୱସିତ କଣ୍ଠରେ ପ୍ରସ୍ତାବ ଦେଲେ। 'ଏଇ ଲୋକଟି ସହିତ ବୀରେନ୍ଦ୍ର ବାବୁଙ୍କର ଅନେକ ଦିନରୁ ଅପଡ଼ ଥିଲା।